ୟ-ପ୍ରତ୍ୟେକ ପ୍ରାଣୀ ଭିତରେ ଏବଂ। ପ୍ରତ୍ୟେକ ବସ୍ତୁ ଭିତରେ ଈଶ୍ଵର ରହିଥିବା ବିଷୟ ଭଲରୂପେ ବୁଝି ହେଲା। ଏବେ ଅନୁଗ୍ରହ କରି କହନ୍ତୁ, ଆମ ହିନ୍ଦୁମାନେ ମୂର୍ତ୍ତି ରୂପରେ ଈଶ୍ଵରଙ୍କୁ ପୂଜା କରନ୍ତି କାହିଁକି? ତାହାଦ୍ୱାରା ସର୍ବବ୍ୟାପୀ ଈଶ୍ଵରଙ୍କୁ ଗୋଟିଏ ସୀମା ଭିତରେ ରଖାଗଲା। ଏହା କିପରି ଉଚିତ, ମୁଁ ବୁଝିପାରୁ ନାହିଁ। ମ-ମନୁଷ୍ୟକୁ ଈଶ୍ଵରଙ୍କ ନିକଟକୁ ଯିବାକୁ ହେଲେ କିମ୍ବା ମୁକ୍ତି ପାଇବାକୁ ହେଲେ ଈଶ୍ଵରଙ୍କ ସର୍ବବ୍ୟାପକତା ଯେ ସ୍ଵୀକାର୍ଯ୍ୟ, ଏହା ନିରାଟ ସତ୍ୟ। ଈଶ୍ଵର ସବୁଠାରେ ଅଛନ୍ତି, ଏ ବିଶ୍ଵାସ ଦୃଢ଼ ହେଲେ କେହି କୌଣସି ସ୍ଥାନରେ ଅସତ୍ କାର୍ଯ୍ୟ କରିବ ନାହିଁ; ଫଳରେ ସର୍ବଦା ପବିତ୍ର ରହିବ। ଅସତ୍ କାର୍ଯ୍ୟର ଶେଷରେ ଅଶାନ୍ତି ଓ ସତ୍ କାର୍ଯ୍ୟ ଶେଷରେ ଶାନ୍ତି ମିଳେ। କିନ୍ତୁ ଅସତ୍ ସ୍ଵଭାବ ଯୁକ୍ତ ମନୁଷ୍ୟକୁ ଯଦି କୁହାଯିବ, "ଈଶ୍ଵର ସବୁ ସ୍ଥାନରେ ଅଛନ୍ତି। ତୁମ୍ଭେ ଈଶ୍ଵରଙ୍କ ଆଖି ଆଗରେ କୌଣସି ଅସତ୍ କାର୍ଯ୍ୟ କରିପାରିବ ନାହିଁ। " ସେ ବଡ଼ ଅଡ଼ୁଆରେ ପଡ଼ିଯିବ। ତାହାର ସ୍ଵଭାବ ସେ ହଠାତ୍ ଛାଡ଼ିପାରିବ ନାହିଁ। ଯେଣୁ ମନ୍ଦ ଅଭ୍ୟାସଗୁଡ଼ିକ ହଠାତ୍ ଛାଡ଼ିବା ବଡ଼ କଷ୍ଟ। ସେ ଈଶ୍ଵରଙ୍କ ସର୍ବବ୍ୟାପକତାରେ ଘୋର ସନ୍ଦେହ କରିବ ଏବଂ ସର୍ବଦା ସର୍ବତ୍ର ଅସତ୍ କାର୍ଯ୍ୟ କରିବାକୁ ତିଳେହେଲେ କୁଣ୍ଠିତ ହେବ ନାହିଁ। ତାହାହେଲେ ତାହାର ଉତ୍ଥାନର ଆଶା ସୁଦୂର ପ୍ରତିହତ ହେବ-। ଲୋକ ପ୍ରଥମେ ଅଳ୍ପ କଷ୍ଟଦାୟକ ଅଭ୍ୟାସ ସାଧନ କରିପାରିବ। ଯଦି ତାକୁ ମୂର୍ତ୍ତି ପାଖରେ ତଥା ମନ୍ଦିରରେ ଅସତ୍ କାର୍ଯ୍ୟ ନ କରିବାକୁ କୁହାଯାଏ, ତେବେ ସେ ସେହି ସ୍ଥାନରେ ଅଳ୍ପ ସମୟ ପାଇଁ ସାବଧାନ ରହିବ। ଅଳ୍ପ ପରିମିତି ସ୍ଥାନରେ ଓ ଅଳ୍ପ ସମୟରେ ପବିତ୍ର ରହିବାକୁ ଅଭ୍ୟସ୍ତ ହେବା ପରେ ସେ ସବୁବେଳେ ସବୁ ସ୍ଥାନରେ ପବିତ୍ର ରହି ପାରିବ। ଏଥିପାଇଁ ମୂର୍ତ୍ତିପୂଜା କ୍ରମୋନ୍ନତିର ନିଦର୍ଶନ। ମନୁଷ୍ୟ ରୂପହୀନ ଈଶ୍ଵରଙ୍କ ଧ୍ୟାନ ଧାରଣା ସହଜରେ କରିପାରେ ନାହିଁ। ତେଣୁ ସେ ସ୍ଥୂଳରୁ ସୂକ୍ଷ୍ମ, ସୂକ୍ଷ୍ମରୁ ସୂକ୍ଷ୍ମତମ ଈଶ୍ଵରଙ୍କ ଚିନ୍ତା କରିପାରିବ। ଏହାକୁ ଅରୁନ୍ଧତୀନ୍ୟାୟ କହନ୍ତି। ଅରୁନ୍ଧତୀ ତାରା ଅତି ଛୋଟ। ଆଜି ଜଣକୁ ଏହି ଛୋଟ ତାରାଟି ଚିହ୍ନାଇ ଦେଲେ କାଲି ସେ ନିଜେ ଚିହ୍ନି ପାରିବ ନାହିଁ। ପ୍ରଥମେ ଉତ୍ତର ଦିଗ, ତାହାପରେ ସପ୍ତର୍ଷିମଣ୍ଡଳ, ତାହାପରେ ଅରୁନ୍ଧତୀ ତାରା ଚିହ୍ନାଇ ଦିଆଯାଏ। ଏହିପରି ବିରାଟ ଆକାର ଈଶ୍ଵରଙ୍କୁ ପ୍ରଥମେ ଛୋଟ ପଦାର୍ଥ ମଧ୍ୟରେ କଳ୍ପନା କରାଯାଏ। ଏହା କେବଳ ହିନ୍ଦୁ ଧର୍ମ ନୁହେଁ, ସବୁ ଧର୍ମର ନୀତି। ଏହି ସଂକୀର୍ଣ୍ଣତାହିଁ ଉନ୍ନତିର ସୋପାନ। ସ୍ଵାମୀ ବିକେକାନନ୍ଦ ଆମେରିକାସ୍ଥ ଚିକାଗୋ ସହରର ଧର୍ମ ମହାସଭାରେ ମଧ୍ୟ ଏହା ପ୍ରମାଣ କରିଥିଲେ। ଧରିନିଅ, ଜଣେ କୃଷ୍ଣ ମୂର୍ତ୍ତି ପୂଜା କରୁଛନ୍ତି। ସେ ଏକ ହସ୍ତ ପରିମିତ ପ୍ରସ୍ତର ମୂର୍ତ୍ତିକୁ ପୂଜା କରୁ ନାହାନ୍ତି। ସେ ସେହି ମୂର୍ତ୍ତିକୁ ସ୍ତବ କରୁଛନ୍ତି, "ହେ କୃଷ୍ଣ! ଆପଣ ଜଗତ ରଚନା କରିଛନ୍ତି, ଜଗତର ପ୍ରତ୍ୟେକ ସ୍ଥାନକୁ ବ୍ୟାପି ରହିଛନ୍ତି ଏବଂ ସମସ୍ତଙ୍କୁ ପାଳନ କରୁଛନ୍ତି। " ବ୍ରାହ୍ମଣମାନଙ୍କ ମନ୍ତ୍ରଗୁଡ଼ିକର ଅର୍ଥ ମଧ୍ୟ ଈଶ୍ଵରଙ୍କ ସର୍ବ ବ୍ୟାପକତା। ମୂର୍ତ୍ତି ପୂଜା ବେଳେ ଈଶ୍ଵରଙ୍କ ଗୁଣ ଓ କାର୍ଯ୍ୟକୁ ଯଦି ସ୍ମରଣ କରାଗଲା, ତେବେ ପ୍ରସ୍ତର ବା କାଷ୍ଠ ନିର୍ମିତ ମୂର୍ତ୍ତିକୁ ଈଶ୍ଵର କୁହାଯିବ କିପରି? ଭାରତର ଅନେକ ଲୋକ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଈଶ୍ଵରରୂପେ ପୂଜା କରୁଛନ୍ତି। ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଠାରେ ଅନେକ ଭଲ